ରଜିୟା ଅଲ ଦିନ ପ୍ରକୃତ ନାମ ଜଲାଲତ ଉଦ ଦିନ ରଜିୟା ଇତିହାସରେ ଯେପରି ସାଧାରଣତଃ ରଜିୟା ସୁଲତାନ କିମ୍ବା ରଜିୟା ସୁଲତାନା ନାମରେ ଜଣାଯାଉଥିଲେ। ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ। ରଜିୟା ବାର ଶହ ଛତିଶରୁ ଚାଲିଶ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ। ସେ ଇଲତୁତମିଶଙ୍କ ପୁତ୍ରୀ ଥିଲେ। ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ ରାଜକୁମାରୀଙ୍କ ପରି ସେନାର ନେତୃତ୍ୱ ଥତା ପ୍ରଶାସନିକ କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା ଯାହାଫଳରେ କି ଦରକାର ପଡ଼ିଲେ ତାହାର ବ୍ୟବହାର କରାଯାଇପାରେ। ରଜିୟା ସୁଲତାନ ମୁସଲିମ ଏବଂ ତୁର୍କୀ ଇତିହାସର ପ୍ରଥମ ମହିଳା ଶାସକ ଥିଲେ। ରଜିୟା ସୁଲତାନ ଭାରତର ପ୍ରଥମ ଶାସିକା ଥିଲେ। ସେ ପାଖାପାଖି ଚାରି ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନ ପଦ ସମ୍ଭାଳିଥିଲେ। ତାଙ୍କର ପୂରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା। ରଜିୟା ଗୁଲାମ ବଂଶର ସୁଲତାନ ଇଲତୁତମିଶଙ୍କ ପୁତ୍ରୀ ଥିଲେ। ଯେଉଁ ସମୟରେ ରଜିୟା ଗାଦିରେ ବସିଲେ ତାଙ୍କର ଚତୁର୍ପାର୍ଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା। ଦିଲ୍ଲୀ ସଲତନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ। ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ। ରଜିୟା ଜଣେ ସାହସୀ ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ। ସେଥିପାଇଁ ସେ ଧୀରେ ଧୀରେ ସରଦାରମାନଙ୍କୁ ନିଜ ଆଡ଼କୁ ମିଶାଇବାକୁ ଆରମ୍ଭ କରିଥିଲେ। ପ୍ରସିଦ୍ଧ ଇତିହାସକାର ମିନ୍ହାଜ ଉସ ସିରାଜ ଲେଖିଥିଲେ ଯେ ରଜିୟା ଜଣେ ମହାନ୍ ଶାସକ କୁଶାଗ୍ର ବୁଦ୍ଧି ନ୍ୟାୟପ୍ରିୟ ହିତକାରୀ ବିଦ୍ୱାନମାନଙ୍କ ଆଶ୍ରୟଦାତା ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି। ଗାଦିରେ ବସିବା ପରେ ରଜିୟା ନିଜ ମୁଖ ପର୍ଦ୍ଦା କାଢ଼ି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ। ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ। ପଞ୍ଜାବ ବଙ୍ଗଳା ବିହାର ସହିତ ଦେଶର ଅଧିକାଂଶ ଭାଗ ତାଙ୍କ ଅଧିକାରକୁ ଚାଲିଆସିଥିଲା। ଦିଲ୍ଲୀରେ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବାଇ ଦେଇଥିଲେ ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡ଼କୁ ଚାଲି ଆସିଥିଲେ। ରଜିୟାଙ୍କ ପତନର ଦୁଇଟି ପ୍ରମୁଖ କାରଣ ଜଣାଯାଏ। ପ୍ରଥମ ସେ ଜଣେ ମହିଳା ହେବା ଏବଂ ଦ୍ୱିତୀୟ ଏକ ଆବିସିନିଆ ନିବାସୀ ଦାସ ଜଲାଲୁଦ୍ଦିନ ୟାକୁତଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା। ଏହି କଥାକୁ ନେଇ ଇବ୍ନ ବତୂତା ଏବଂ ଫରିସ୍ତା ପରି ଇତିହାସକାର ଅନେକ ଆରୋପ ଲଗାଇଥିଲେ। ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପାଦୃଷ୍ଟି ଥିଲା। ଏହା ଫଳରେ ତୁର୍କୀ ସରଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ସୁଯୋଗ ପାଇବା ପରେ ସେମାନେ ଲୋକମାନଙ୍କୁ ଭୁଲ୍ ବୁଝାଇ ବିଦ୍ରୋହ କରିଥିଲେ। ସବୁଠାରୁ ପ୍ରଥମେ ଲାହୋର ପରେ ଭଟିଣ୍ଡାରେ ବିଦ୍ରୋହ ହୋଇଥିଲା। ରଜିୟା ଲାହୋରର ବିଦ୍ରୋହକୁ ସଫଳତାର ସହ ଦବାଇଦେଇଥିଲେ। କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସକ ଅଲ୍ତୁନିୟା ସହ ଯୁଦ୍ଧ କରି ଦିଲ୍ଲୀ ଫେରୁଥିଲେ ସେତେବେଳେ ଚୌଦ ଅକ୍ଟୋବର ବାଟରେ ତାଙ୍କର ହତ୍ୟା କରିଦିଆଗଲା। ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିର୍ଭୀକତା ସହ ସଂକଟର ସାମ୍ନା କରିଥିଲେ ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରନ୍ତି। ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି ଯେ ସେ ସ୍ତ୍ରୀ ହୋଇ ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ କୋଡ଼ିଏ ପୁତ୍ରଙ୍କଠାରୁ ମଧ୍ୟ ବଳିଷ୍ଠ ଥିଲେ। ଏଠାରେ ଏହିପରି ଏକ ସାହସୀ ଏବଂ ମହାନ୍ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ। ଏହି ଯୁଦ୍ଧ କେବଳ ରାଜ୍ୟକୁ ନେଇ ମୈଦାନରେ ଲଢ଼ାଯାଉଥିଲା ଯୁଦ୍ଧ ନଥିଲା ଏହା ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା। ସ୍ୱାଧୀନତାର ବହୁ ସମୟ ପୂର୍ବରୁ ଅଖଣ୍ଡ ଭାରତରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯାହାଙ୍କର ଭାରତର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା। ସେ ଥିଲେ ସଲତନତ ଏ ହିନ୍ଦ ରଜିୟା ସୁଲତାନ।